କେଉଁଠୁ ସେ ଧନ ଆଣେ? ବିଚାର ଶେଷରେ ତା'ର ଦଣ୍ଡର ଆଦେଶ ହେଲା। ରାଜା ସେ ଲୋକକୁ ପଚାରିଲେ, ''ତୋର ପ୍ରମାଣ କ'ଣ ଅଛି? '' ଏତିକିବେଳେ ରାଜଦ୍ୱାରର ଫାଟକ ସେପଟୁ ଜଣେ ରୋଗୀ କହିଲା-'ମୋ କଥା ଘେନାଯାଉ, ହଜୁର। ' କୁଷ୍ଠରୋଗୀ ସଭାସଦ୍ମାନଙ୍କ ଆଗରେ ଠିଆ ହୋଇ କହିଲା-''ଧର୍ମାବତାର! ଏହି ନିରୀହ ଲୋକଟି ନିଜର ଚାଷ ଜମିରୁ ଯାହା ପାଏ, ଆମକୁ ଖୁଆଏ। ଏତେ ବଡ଼ ସହରରେ ଆମକୁ କେହି ମୁଠିଏ ହେଲେ ଭିକ ଦିଅନ୍ତି ନାହିଁ, ବରଂ ଛି-ଛାକର କରନ୍ତି। ତା'ର ମୁକ୍ତି ଭିକ୍ଷା କରିବାକୁ ଆସିଛି। ସେ ମଲେ ଆମେ ସମସ୍ତେ ମରିଯିବୁ। '' ସମସ୍ତଙ୍କର ଆଖି ଖୋଲିଗଲା। ନିରୀହ ଲୋକଟି ମୁକ୍ତି ପାଇଲା। ସ୍ୱାମୀ ବିବେକାନନ୍ଦ କହିଛନ୍ତି-ନିଜର ଦେବସ୍ୱରୂପ ଉପଲବ୍ଧି କର। ସର୍ବଭୂତରେ ନିଜକୁ ପ୍ରତ୍ୟକ୍ଷ କରିବାର ଗୋଟିଏ ପ୍ରଶସ୍ତ ପଥ ହେଲା ଈଶ୍ୱରାଧୀନରେ ସମସ୍ତଙ୍କର ସେବା କରିବା। କଠିନ ହେଲେ ମଧ୍ୟ ସଂସାରର ସବୁ କର୍ତ୍ତବ୍ୟ କରି ମନୁଷ୍ୟ ଆତ୍ମଲାଭ କରିପାରେ। କିଏ କି ଜାତି, କାହାର କି ଧର୍ମ ବା ସେ କ'ଣ କାମ କରୁଛି, ସେଥିରୁ ବୁଝାଯାଏନା ଯେ ସ୍ୱରୂପବୋଧ ଆଡ଼କୁ ସେ କେତେଟା ଆଗେଇଛି? କେଉଁ ଭାବ ନେଇ ସେ କାର୍ଯ୍ୟ କରୁଛି, ତାହାହିଁ ଅସଲ କଥା-। କୌଣସି କାମ କରିବାକୁ ଗଲେ ସୁଖ-ଦୁଃଖ, ମାନ-ଅପମାନ; ଲାଭ-କ୍ଷତି ଆସେ। ତା' ଭିତରେ ନିଜକୁ ସ୍ଥିର ରଖିବା ହିଁ ସାଧନା। ଏ ସାଧନା ଯାହାର ଯେତେ ଅଧିକ ସେ ସେତେ ଆଗକୁ ଆଗେଇ ଯାଏ। ତେଣୁ ଦୋଷ ଦେଖ ନାହିଁ, ଗୁଣ ଦେଖ। ଭଗବାନହିଁ ଭରସା ସ୍ଥଳ ଯୋଗତ୍ରୟାନନ୍ଦଜୀ ନାମରେ ଜଣେ ବଡ଼ ତପସ୍ୱୀ ଥିଲେ। ସେ କିନ୍ତୁ ଗୃହସ୍ଥ ଥିଲେ। ସ୍ତ୍ରୀ ପୁତ୍ର ନେଇ ରହୁଥିଲେ। ବେଶୀ ଦିନର କଥା ନୁହେଁ। ଥରେ ତାଙ୍କଘରେ ଖାଇବାକୁ କିଛି ନ ଥାଏ। ତାଙ୍କର ଅଗଣିତ ଶିଷ୍ୟ। ବାବାଜୀ ମହାଶୟ କାହାରିକୁ କିଛି ମାଗନ୍ତି ନାହିଁ। ସେ କହନ୍ତି, ଈଶ୍ୱରହିଁ ତ ଭରସା ସ୍ଥଳ, ତାଙ୍କ ଛଡ଼ା ଆଉ କାହାକୁ ମାଗିବ? ଶିଷ୍ୟମାନେ ଖବର ପାଇଥିଲେ ସାହାଯ୍ୟ କରିଥାନ୍ତେ। ସେ ଘରେ କହିଲେ ଯେ ବେଲପତ୍ରକୁ ଛେଚି ତାର ରସ ପାନ କର। ଏହିପରି ତିନିଦିନ ବିତିଗଲା। ସେ ଦିନ ସେ ଶିଷ୍ୟମାନଙ୍କ ଗହଣରେ ବସିଛନ୍ତି, ପୋଷ୍ଟ ପିଅନ ପାଞ୍ଚଶହ ଟଙ୍କାର ଗୋଟିଏ ଇନିସିଓର୍ଡ଼ ଆଣି ଦେଲା। ଚିଠିରେ ଲେଖାଥିଲା-ମୁଁ ପୂର୍ବ ରାତିରେ ସ୍ୱପ୍ନ ଦେଖିଲି ଯେ ଇଷ୍ଟଦେବତା କାଶୀନାଥ ବିଶ୍ୱେଶ୍ୱର ପ୍ରକଟ ହୋଇ କ୍ଷୁଧାର୍ତ୍ତ ରୂପେ ଅନ୍ନ ଭିକ୍ଷା କଲେ ଏବଂ କହିଲେ, 'ମୋର ଜଣେ ପରମ ଭକ୍ତ ଉପବାସ ଅଛି, ତେଣୁ ମୁଁ ମଧ୍ୟ ଉପବାସୀ। ତମେ ଯଦି ମୋତେ ଭକ୍ତି କର, ତେବେ ମୋର ଭକ୍ତର ଅବିଳମ୍ବେ ଅନ୍ନଜଳ ସଂସ୍ଥାନ କରିଦିଅ। ' ଭକ୍ତର ନାମ ଏବଂ ଠିକଣା କହିଦେଲେ ଏବଂ ଜ୍ୟୋତିର୍ମୟ ଅକ୍ଷରରେ ଏହା ଲିଖିତ ଭାବରେ ଦେଖାଇ ଦେଲେ-। ମୁଁ ଉଠିପଡ଼ି ଠିକଣା ଲେଖି ରଖିଲି ଏବଂ ପାଞ୍ଚଶହ ଟଙ୍କା ଇନସିଓର୍ଡ କରି ପଠାଉଛି। ମୁଁ ଆପଣଙ୍କୁ ଜାଣେନା, ଚିହ୍ନେନା, ଠିକଣା ଜାଣେନା, ତଥାପି ଏ ସ୍ୱପ୍ନକୁ ବିଶ୍ୱାସ କରି ଏ ଟଙ୍କା ପଠାଉଛି ଏବଂ ମୋର ବିଶ୍ୱାସ ଏହା ଯଥାସ୍ଥାନରେ ପହଞ୍ଚିବ। ଶ୍ରୀରାମକୃଷ୍ଣ ଦେବଙ୍କ ନିକଟରେ ଏ ଭକ୍ତ 'ଶଶୀ' ବୋଲି ପରିଚିତ ଥିଲେ। ଥରେ ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କରି ପ୍ରାଣଭରି ଡାକ; ଦେଖିବ ତମର ପ୍ରାର୍ଥନା କେବେ ବ୍ୟର୍ଥ